ଗୋଟିଏ ବିଷୟର ଚିନ୍ତା କରୁ କରୁ ଅନ୍ୟ ବିଷୟର ଚିନ୍ତା କରିପକାଏ। ସେଥିପାଇଁ ଗୋଟିଏ କାମ ଭଲରୂପେ କରିପାରେ ନାହିଁ। ଭାତ ରାନ୍ଧୁଁ ରାନ୍ଧୁଁ ଗପ କରି ଭାତ ପୋଡ଼ିଦିଏ। ମନର ଏହି କୁଅଭ୍ୟାସକୁ ଦୂର କରିବା ପାଇଁ ବାରମ୍ବାର ଚେଷ୍ଟା କରିବାକୁ ହେବ। ପ୍ରତି ମିନିଟରେ ମନ ଗୋଟିଏ ନୂଆ ବିଷୟରେ ଚିନ୍ତା କରିବାକୁ ଭଲପାଏ। ଯାହାର ମନ ଘଣ୍ଟା ଘଣ୍ଟା, ଦିନ ଦିନ ଧରି କେବଳ ଗୋଟିଏ ବିଷୟରେ ଚିନ୍ତା କରିବା ଅଭ୍ୟାସ କରିନିଏ; ସେ ଯେଉଁ କାମରେ ହାତ ଦେବ ସେହି କାମ ଭଲ ଭାବରେ ନିଶ୍ଚୟ କରିପାରିବ। କାମ ଶେଷ ନ କରିବା ଯାଏ, ସେ କେବଳ ସେହି କାମଟିର ଚିନ୍ତା କରୁଥାଏ। ଏହିପରି ଚିନ୍ତାକୁ ଗଭୀରଚିନ୍ତା କହନ୍ତି। ଗୋଟିଏ ବିଷୟରେ ଗଭୀର ଚିନ୍ତା କରୁଥିବା ବେଳେ ଅନ୍ୟ ଚିନ୍ତାଗୁଡ଼ିକ ବହୁତ ଦୂରକୁ ପଳାନ୍ତି। ଗଭୀରଚିନ୍ତାକୁ ସାଧାରଣ ଭାଷାରେ ଏକାଗ୍ରତା ଓ ଅଧ୍ୟବସାୟର ମିଶ୍ରଣ କୁହାଯାଇପାରେ। ପୁରାଣ ଯୁଗର ମୁନି ଋଷିମାନେ ଏହି ଗଭୀର ଚିନ୍ତାକୁ ଧ୍ୟାନ ବା ତପସ୍ୟା କହୁଥିଲେ। ମୁନି ଶବ୍ଦର ଅର୍ଥରୁ ମଧ୍ୟ ଏହା ପ୍ରମାଣିତ ହୁଏ। ମନନ ଶବ୍ଦର ଅର୍ଥ ହେଲା ଚିନ୍ତା। ଯାହାଙ୍କର ମନନ କରିବାର କ୍ଷମତା ବେଶୀ ଥିଲା ତାଙ୍କୁ ମୁନି କୁହାଯାଉଥିଲା। ମୁନିମାନେ ଗୋଟିଏ ବିଷୟରେ ଗଭୀରଚିନ୍ତା କରୁଥିବାବେଳେ ନିକଟବର୍ତ୍ତୀ ବିକଟାଳ ଶବ୍ଦକୁ ଶୁଣିପାରୁ ନ ଥିଲେ। ଐତିହାସିକ ଯୁଗରେ ବୁଦ୍ଧ, ମହମ୍ମଦ, ଶଙ୍କର, ଚୈତନ୍ୟ ଓ ରାମକୃଷ୍ଣ ପରମହଂସ ପ୍ରଭୃତି ମହାପୁରୁଷମାନେ ଏହି ଗଭୀରଚିନ୍ତା କରି ଈଶ୍ଵରଙ୍କ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନଗୁଡ଼ିକର ସମାଧାନ କରିପାରିଥିଲେ। ପୁଣି ଏହି ଗଭୀର ଚିନ୍ତାବଳରେ ବାଷ୍ପୀୟଶକଟ, ବ୍ୟୋମଯାନ, ନଳକୂପ ଓ ବିଭିନ୍ନ କଳକରାଖାନା ନିର୍ମିତ ହୋଇଅଛି। ବିଦ୍ୟାଳୟର ଛାତ୍ରମାନେ ଗଭୀର ଚିନ୍ତା ବଳରେ ଭଲ ପଢ଼ି ପାରନ୍ତି। ଶ୍ରେଣୀରେ ଶିକ୍ଷକ ବୁଝାଇବା ବେଳେ ଯେଉଁ ଛାତ୍ର ଗଭୀରଚିନ୍ତାର ସହିତ ଶୁଣେ, ସେ ଭଲ ବୁଝିଯାଏ। ଯେଉଁ ଛାତ୍ରର ଚିନ୍ତାଧାରା ସେହି ସମୟ ମଧ୍ୟରେ ଏଣିକି ତେଣିକି ଯାଏ, ସେ ଭଲ ବୁଝିପାରେ ନାହିଁ କି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରେ ନାହିଁ। ଛାତ୍ରମାନଙ୍କ ଜ୍ଞାନରେ ତାରତମ୍ୟ ଥିବାର ଅନେକ କାରଣ ମଧ୍ୟରୁ ଏହା ହେଉଛି ପ୍ରଥମ। ଗଭୀର ଚିନ୍ତାଯୁକ୍ତ ମାନବ ସଂସାରର ପ୍ରତ୍ୟେକ କ୍ଷେତ୍ରରେ ଜୟଲାଭ କରେ। ଗଭୀର ଚିନ୍ତାହୀନ ମାନବ ନିଜ ପେଟ ପୋଷିବାରେ ମଧ୍ୟ ଅକ୍ଷମ ହୋଇଥାଏ। ସେ ଅଧିକାଂଶବେଳେ ପର କଥାରେ ଅନ୍ଧବିଶ୍ଵାସ କରିନିଏ ଏବଂ କ୍ଷତିଗ୍ରସ୍ତ ହୁଏ। ଶେଷ କଥା, ଯେ ଯେତେ ଚିନ୍ତାଶୀଳ ସେ ସେତେ ବଡ଼ ମନୁଷ୍ୟ। ଆମେ ନିତି ଶତ ଶତ ଫୁଲ ଦେଖୁଛନ୍ତି, ହାତରେ ଧରୁଛନ୍ତି; କିନ୍ତୁ ଫୁଲ ବିଷୟରେ କେହି ଗଭୀର ଚିନ୍ତା କରୁଛନ୍ତି-କି? ଯଦି ଫୁଲ ବିଷୟରେ ଗଭୀର ଚିନ୍ତା କରିବା ତେବେ ଅନେକ ପ୍ରଶ୍ନ ଗୋଟିକ ପରେ ଗୋଟିଏ ଆମ ଆଗକୁ ଆସିବ। ଯଥା-ଫୁଲ ପୁଟିବା ପୂର୍ବରୁ କେଉଁଠାରେ ଥିଲା, ଏତେ ବଡ଼ ଫୁଲ ଛୋଟ କଢ଼ ଭିତରେ କିପରି ଥିଲା, ଫୁଲ କାହିଁକି ସ୍ଥାୟୀ ହେଉନାହିଁ, ଫୁଲ ଭିତରେ ମଞ୍ଜି କିପରି ଅବସ୍ଥାରେ ଅଛି ଏବଂ ପରେ ଏହି ମଞ୍ଜି କଅଣ କରିପାରିବ ଇତ୍ୟାଦି। ଏହା ଫୁଲର ଗଭୀର ଚିନ୍ତା। ୟ-ଗଭୀରଚିନ୍ତା କରିବା ସହଜ ନୁହେଁ, ଜଣାପଡ଼ୁଛି। ମନ ସର୍ବଦା ଚଞ୍ଚଳ। ମନକୁ ଗୋଟିଏ ଚିନ୍ତାରେ ବେଶୀ ସମୟ କିପରି ରଖିହେବ, ମୁଁ ବୁଝିପାରୁନାହିଁ। ମ-ହଁ, ତାହା ଠିକ୍ କଥା। ତଥାପି ନିଜର ବିଚାରଶକ୍ତିଦ୍ୱାରା ମନକୁ ଗୋଟିଏ ବିଷୟରେ ଅଧିକ